ତାକୁ ମୋ ଆଖି କେବେ ଦେଖି ନ ଥିଲା। କେଉଁଠି ତଳେ ପୁରୁଷ ଉପରେ ସ୍ତ୍ରୀ, କେଉଁଠି। ମୁହଁ ଖୋଲିଲା ଲୋପାମୁଦ୍ରା। ''ନାଇଁ ବାପା, ଆଜି ଆପଣଙ୍କ ଅନୁରୋଧ ରକ୍ଷାକରି ଅଧ୍ୟାପକ ହେମକାନ୍ତ ଆସିବେ। ଆପଣଙ୍କ ସହିତ ଆଲୋଚନା କରିବେ। ସେଇଥିପାଇଁ କେତେ କଥା ଚିନ୍ତା କରୁଥିଲି ମୁଁ। '' ଧରଡ଼ା ବାଉଁଶ ବାଡ଼ିର କମ୍ପନ ଭଳି ହସର କମ୍ପନ ଭିତରେ କମ୍ପିଉଠିଲେ ଶାନ୍ତନୁ ''ଏଥିରେ ଆଉ ଚିନ୍ତା କ'ଣ ଅଛି ମା। ଆଲୋଚନା ହିଁ ଆଲୋଚନା। ପୁଣି ଖାଦ୍ୟ ସମସ୍ୟା ଉପରେ। ତା' ଉପରେ ଗୁରୁତ୍ୱ ଦେଇ ଲାଭ କ'ଣ। '' ଆଶ୍ଚର୍ଯ୍ୟ ହୋଇ ଲୋପାମୁଦ୍ରା। କହିଲା ''ଭାରତର ଖାଦ୍ୟ ସମସ୍ୟା ଏକ ବିରାଟ ସମସ୍ୟା। ତା ଉପରେ ଆଲୋଚନା କରି ଲାଭ ନାହିଁ ବୋଲି ଆପଣ ଭାବୁଛନ୍ତି କେମିତି? '' ପୁଣି ଥରେ ହସିଲେ ଶାନ୍ତନୁ କହିଲେ ''ତୁ ପିଲାଲୋକ ମାଆ ମୋ କଥାର ଅର୍ଥ ବୁଝି ପାରିବୁନି। ଯଦି ଆଲୋଚନା, ପ୍ରବନ୍ଧ, ଲେଖା ପ୍ରବନ୍ଧ ପାଠ ଦ୍ୱାରା ଖାଦ୍ୟ ସମସ୍ୟା ଭଳି ଏକ ବିରାଟ ସସମ୍ୟାର ସମାଧାନ ହୋଇ ପାରନ୍ତା, ତେବେ ଆଜି ଏହ ଏକ ସମସ୍ୟା ହୋଇ ନ ଥାନ୍ତା। ଖାଦ୍ୟ ସମସ୍ୟା ଉପରେ ମନ୍ତ୍ରୀ ଭାଷଣ ଦେଉଛନ୍ତି ଭୋଟ ପାଇବା ପାଇଁ। ଅଧ୍ୟାପକ ଭାଷଣ ଦେଉଛନ୍ତି ଡିଗ୍ରୀ ହାସଲ ପାଇଁ। ଆଉ ଅଫିସର ଫାଇଲ ଚାଷ କରୁଛନ୍ତି ଚାକିରୀ ବଜାୟ ରଖିବ ପାଇଁ। କୃଷି ଆଉ ଖାଦ୍ୟ ସମସ୍ୟା ଉପରେ ଆଜି ପର୍ଯ୍ୟନ୍ତ ଯେତେ ଭାଷଣ, ଯେତେ ପୁସ୍ତକ, ଯେତେ ଫାଇଲ ଚଷାଗଲାଣି ସେ ସବୁକୁ ଫର୍ଦ ଫର୍ଦ କରି ସଜେଇ ରଖିଲେ ହୁଏତ ସମଗ୍ର ଭାରତର ଚାଷ ଜମି ଯାକ ଘୋଡ଼ାଇ ହୋଇଯିବ, ହେଲେ ଫଳ କାହିଁ? '' ଭାବ ବିହ୍ୱଳ ହୋଇ ବାପାଙ୍କ ମୁହଁକୁ ଚାହିଁ ରହିଥିଲା ଲୋପାମୁଦ୍ରା। ବାପା ମିଛ କହୁ ନାହାନ୍ତି। କେବଳ ଆଲୋଚନା ଦ୍ୱାରା ସଂସାର ଚଳିପାରେ ନାହିଁ। କାମ ହିଁ ମାନବିକତାର ଅସଲ ମାନଦଣ୍ଡ। ମୁହଁ ଖୋଲିଲା ଲୋପାମୁଦ୍ରା, କହିଲା ହଁ, ମୁଁ ଜାଣେ ବାପା,ଗୀତାରେ ଭଗବାନ କହିଛନ୍ତି କାମ ହିଁ ସବୁଠାରୁ ଶ୍ରେଷ୍ଠ ଜିନିଷ। କାମ କରିବା ଠାରୁ ଆଉ ଶ୍ରେଷ୍ଠ ଧର୍ମ ନାହିଁ। ଗମ୍ଭୀର ହୋଇ ଉଠିଲେ ଶାନ୍ତନୁ, କହିଲେ ମାଆ ଲୋପା ମୁଁ ସବୁବେଳେ କେବଳ ଓକିଲ ମହୋକିଲ ମାନଙ୍କ ସହିତ କାମ କରୁଛି ବୋଲି କ'ଣ କିଛି ଅନ୍ୟ କଥା ଚିନ୍ତା କରୁନାହିଁ? ଚିନ୍ତା କରୁଛି ନିଶ୍ଚୟ, ହେଲେ ନାଚାର ପ୍ରତିବାଦ କଲା ଲୋପାମୁଦ୍ରା। ''କାହିଁକି ବାପା ଏକ ସାର୍ବଭୌମ ଗଣତାନ୍ତ୍ରିକ ସାମ୍ୟବାଦୀ ରାଷ୍ଟ୍ରରେ ଆପଣଙ୍କର କ'ଣ କିଛି କରିବାର ନାହିଁ? '' ଶାନ୍ତନୁଙ୍କର ଶ୍ଳଥ ଜୀର୍ଣ୍ଣ ରକ୍ତରେ ମଧ୍ୟ ଉତ୍ତେଜନା ଦେଖା ଦେଲା। ସେ ଲୋପାର ଖଟ ଉପରେ ବସିଯାଇ କହିଲେ ''ସାମ୍ୟବାଦୀ ରାଷ୍ଟ? '' ସେତେବେଳକୁ ଶାନ୍ତନୁଙ୍କ କପାଳର ରେଖାଗୁଡ଼ିକ ଏକରକମ ପୂର୍ଣ୍ଣ ଭାବରେ ଗଣି ହୋଈ ଯାଉଥିଲା। ''ସାମ୍ୟବାଦ ଗଣତନ୍ତ୍ର ଭାରତକୁ ଏକ ନୂଆ କଥା ନୂହେଁ ଲୋପା। ଆଦିମ କାଳରୁ ଭାରତୀୟମାନେ ଗଣତନ୍ତ୍ର ପାଇଁ ପାଗଳ। ଗୀତା ଧର୍ମ ହିଁ ଗଣତନ୍ତ୍ରର ମୂଳ ରହସ୍ୟ। ଧନତନ୍ତ୍ରବାଦୀ କଂସର ବିପକ୍ଷରେ ସର୍ବହରା ଶ୍ରୀକୃଷ୍ଣଙ୍କ ଯୁଦ୍ଧ କାହାଣୀ ତ' ତୁ ଶୁଣିଥବୁ। ଏ ଯୁଦ୍ଧ ତୋପ ବନ୍ଧୁକର ଯୁଦ୍ଧ ନୁହେଁ, ଖଣ୍ଡା ତରୁଆଲର ଯୁଦ୍ଧ ନୁହେଁ। ଗୋଟିଏ ଦିଗରେ ହଳ ଲଙ୍ଗଳ ଧାରୀ ଚଷାପୁଅ ବଳରାମ, ଆଉ ଗୋଟାଏ ଦିଗରେ ଗାଇ ବଳଦ ଧାରୀ ଗାଇଆଳ ଶ୍ରୀକୃଷ୍ଣ। ଏଇ ଥିଲା ଆମ ଦେଶର ଗଣତନ୍ତର ବା ସାମ୍ୟବାଦ, ଅର୍ଥାତ୍ ହଳ କରି ଗୋରୁ ପାଳି ଭାରତର ଦୁଃ କରିବାକୁ ଚେଷ୍ଟା ନ କଲେ ସାମ୍ୟବାଦ ସମମ୍ଭବ। ତେଣୁ ଧର୍ମଗୁରୁ ଶ୍ରୀକୃଷ୍ଣଙ୍କୁ ସାମ୍ୟବାଦୀ କହିଲେ ଅତ୍ୟୁକ୍ତ ହେବନାହିଁ। ଶାସକ କଂସ ବିରୁଦ୍ଧରେ ସେ ବିପ୍ଳବ କରିଥିଲେ ଏହି ଲଙ୍ଗଳ ଓ ଗୋରୁପଲ ଧରି। '' ନିର୍ବାକ୍ହୋଇ ଚାହିଁଛି ଲୋପାମୁଦ୍ରା। ଶାନ୍ତନୁଙ୍କ ଯୁକ୍ତି ଅକାଟ୍ୟ। ଶାନ୍ତନୁ କହୁଛନ୍ତି ''ତୁ ତ' ଖାଣ୍ଡବ ବନ ଦହନ ଇତ୍ୟାଦି କଥା ଜାଣି ଥିବୁ ଲୋପା? ଖାଣ୍ଡବ ବନ ଦହନ ମୂଳରେ ଅନ୍ୟ କିଛି ଉଦ୍ଦେଶ୍ୟ ନ ଥିଲା। ବନ ଜଙ୍ଗଲକୁ ସଫା କରି ତାକୁ ଶସ୍ୟ କ୍ଷେତ୍ରରେ ପରିଣତ କରିବା ହିଁ ଥିଲା ଅସଲ ଉଦ୍ଦେଶ୍ୟ। '' ଠିକ୍ଏତିକିବେଳେ ଚାକର ମଧୁ ଆସି ଖବର ଦେଲା ''ବାହାରେ କିଏ ଜଣେ ଅପେକ୍ଷା କରିଛନ୍ତି ଆଜ୍ଞା।